କାରଣ ବାସ୍ତବତାର ବନ୍ଧନ ଭିତରେ ଆବଦ୍ଧ ହେବା ପାଇଁ ସବୁବେଳେ ଭଲ ଲାଗେ ନାହିଁ। ତେଣୁ ବୈଜ୍ଞାନିକ ଗବେଷଣାର ମଝିରେ ମଝିରେ ଏହି କଳ୍ପନାମୂଳକ ବୈଜ୍ଞାନିକ ଉପନ୍ୟାସ ଲେଖିବାକୁ ଅତ୍ୟଧିକ ଇଚ୍ଛା ହୋଇଥାଏ। ଭାରତୀୟ ମାତ୍ରେହିଁ ସ୍ୱଭାବତଃ ଶାନ୍ତିପ୍ରିୟ। ସମାଜବାଦ, ସହାବସ୍ଥାନ ନୀତି ଓ ପଞ୍ଚଶୀଳରେ ସେମାନଙ୍କର ଆସ୍ଥା ସର୍ବାଧିକ। ପୃଥିବୀରେ ବିଭିନ୍ନ ରାଜନୈତିକ ମତାବଲମ୍ୱୀ ଦେଶମାନେ ସହାବସ୍ଥାନ ନୀତି ପ୍ରତି ସନ୍ଦିହାନ ଥିଲେହେଁ ଭାରତୀୟମାନଙ୍କର ଆସ୍ଥା ଓ ଆସକ୍ତି ସର୍ବଦା ଜାଗ୍ରତ। ଭିନ୍ନ ଭିନ୍ନ ଦେଶ ମଧ୍ୟରେ ତିକ୍ତ ମନୋଭାବ ସୃଷ୍ଟି ନ କରି ବନ୍ଧୁତା ସୃଷ୍ଟି କରିପାରିଲେ ପୃଥିବୀରେ ଶାନ୍ତିର ଆଶା ଯେ ଅଧିକ ଉଜ୍ଜ୍ୱଳ ହୋଇଉଠିବ ଏବଂ ସହାବସ୍ଥାନ ଦୃଢ଼ ହେବ, ଏହା ପ୍ରତ୍ୟେକ ଭାରତୀୟ ହୃଦୟଙ୍ଗମ କରନ୍ତି। ଏହି ମହାନ୍ ଆନ୍ତର୍ଜାତିକ ସମସ୍ୟାକୁ ସମ୍ମୁଖରେ ରଖି ଏହି ଉପନ୍ୟାସ ରଚନା କରାଯାଇଛି। ବିଭିନ୍ନ ଦେଶର ସ୍ୱାର୍ଥତ୍ୟାଗ ଭିତରଦେଇ କିପରି ଦେଶ ଦେଶ ଭିତରେ ବନ୍ଧୁତା ଅଧିକ ଦୃଢ଼ ହୁଏ ସେହି ଧାରଣାର ମୂଳଦୁଆ ଉପରେ ଠିଆହୋଇଛି ସାରା ଉପନ୍ୟାସଟି। 'କୃତ୍ରିମ ଉପଗ୍ରହ'ରେ ବୈଜ୍ଞାନିକ କଳ୍ପନା ଇଂରେଜ ତଥା ଆମେରିକାନ୍ ଲେଖକମାନଙ୍କ ବୈଜ୍ଞାନିକ ଉପନ୍ୟାସ ଭଳି ଲଗାମଛଡ଼ା ହୋଇନାହିଁ। କାରଣ ଲଗାମଛଡ଼ା କଳ୍ପନାରେ ଗବେଷଣାରତ ବୈଜ୍ଞାନିକ କେବେ ଆନନ୍ଦ ପାଇପାରେନାହିଁ। ବସ୍ତୁତଃ ସେ ମନେକରେ ଯେପରିକି ସେଭଳି କଳ୍ପନାରେ ସେ ମଣିଷସମାଜକୁ କିଛି ଦାନକରିବା ପରିବର୍ତ୍ତରେ କେବଳ ଭଣ୍ଡାଇବାକୁ ଯାଉଛି। ଏଥିପାଇଁ 'କୃତ୍ରିମ ଉପଗ୍ରହ'ରେ ବୈଜ୍ଞାନିକ କଳ୍ପନାକୁ ସୀମିତ ପରିସର ଭିତରେ ରଖିବାକୁ ବାଧ୍ୟ ହୋଇଛି। ଫଳରେ ବୈଜ୍ଞାନିକ ଉପନ୍ୟାସରେ ଯେଉଁ ରସ ପରିବେଷଣ କରାଯାଇପାରନ୍ତା, ତାହା ସ୍ଥାନେ ସ୍ଥାନେ ହୁଏତ ବାଧାପ୍ରାପ୍ତ ହୋଇଛି। ଦୋଳମୁଣ୍ଡାଇ ବିନୀତ କଟକ ଗୋକୁଳାନନ୍ଦ ମହାପାତ୍ର ଏକ ହଠାତ୍ ଧଇଁସଇଁ ହୋଇ ଇନ୍ସପେକ୍ଟର ପଷ୍ଟୋଭସ୍କି ନିଜ ଅଫିସ ଭିତରକୁ ପଶିଗଲେ। ଟେବୁଲ୍ ଉପରୁ ଫୋନ୍ଟାକୁ ଉଠାଇ ନେଇ ଡାକିଲେ ତଳ ପୋଲିସ ଷ୍ଟେସନର ଇନ୍ସପେକ୍ଟର କ୍ଲୋପୋଭ୍ଙ୍କୁ। ଫୋନ୍ ଉପରେ ଉଦ୍ବେଗ ଓ ଆଶଙ୍କାର ଏକ ତୀବ୍ର ସ୍ରୋତ ଝରିପଡ଼ୁଥାଏ। ଏକ ଆଶୁ ସଙ୍କଟର ଆତଙ୍କରେ ତାଙ୍କ ମୁହଁ କଳା ପଡ଼ିଯାଇଥାଏ। କପାଳ ଉପରେ ଟୋପା ଟୋପା ଝାଳ ତାଙ୍କ ଅସହାୟତାର ସ୍ପଷ୍ଟ ପରିଚୟ ଦେଉଥାଏ। ଫୋନ୍ଟାକୁ ମୁହଁ ପାଖରେ ଧରି ସେ ଏକନିଶ୍ୱାସରେ କହି ଚାଲିଲେ-''ଶୁଣନ୍ତୁ, ଶୁଣନ୍ତୁ ଇନ୍ସପେକ୍ଟର କ୍ଳୋପୋଭ୍। ଏଠାରେ ବର୍ତ୍ତମାନ ସାଏନ୍ସ ଏକାଡ଼େମୀର ଯେଉଁ ଗୁପ୍ତ ଅଧିବେଶନ ବସିଛି, ତାହାର ଗୋପନୀୟତା ରକ୍ଷା କରିବା ପାଇଁ ଆମର ପୋଲିସ ଫୌଜ ଚାରିଆଡ଼େ ଘେରିଥିଲେ ମଧ୍ୟ, ଅଧିବେଶନର ଜଣେ ସଭ୍ୟ ପୂରାପୂରି କଳା ପୋଷାକରେ ଘୋଡ଼ାଇହୋଇ ଆଲୋଚନାକକ୍ଷରୁ କ'ଣ ଗୋଟିଏ ହାତରେ ଧରି ପଳାଇଛନ୍ତି ମାନମନ୍ଦିରର ପଶ୍ଚିମଦ୍ୱାର ଦେଇ। ପଶ୍ଚିମଦ୍ୱାରର ରକ୍ଷୀ ପଳାତକର ପିସ୍ତଲରେ ଆହତ ହୋଇଛି। ଏଠାରେ ଆମର ଯେଉଁ କେତେକ ପୋଲିସ ଥିଲେ, ସେମାନଙ୍କୁ ପଳାତକର ଅନୁସରଣ କରିବା ପାଇଁ ମୁଁ ପଠାଇଦେଇଛି। ଏଇ ମାତ୍ର ଦଶମିନିଟ୍ ତଳେ ଏହିସବୁ ଘଟଣା ଘଟିଯାଇଛି ଏଠାରେ। ମୋର ଆଶା, ଇତି ମଧ୍ୟରେ ପଳାତକ ମାନମନ୍ଦିରଠାରୁ ଦୁଇହଜାର ଫୁଟରୁ ଅଧିକ ବାଟ ଆଗେଇ ପାରିନଥିବ। ଆପଣ ଅତିଶୀଘ୍ର ଆମର ସମସ୍ତ ଫୌଜକୁ ପଶ୍ଚିମଦ୍ୱାର ସମେତ ଦକ୍ଷିଣଦ୍ୱାରଠାରୁ ଉତ୍ତରଦ୍ୱାର ପର୍ଯ୍ୟନ୍ତ ଚାରିଆଡ଼କୁ ଖେଳାଇ ଦିଅନ୍ତୁ। ଶୃଙ୍ଗର ତଳକୁ ଯାଇଥିବା ସବୁ ପଥ ଜଗିଦେଲେ ପଳାତକ ବୋଧହୁଏ ଖସିଯାଇ ପାରିବନି। '' ତଳ ପୋଲିସ ଷ୍ଟେସନରେ ଇନ୍ସପେକ୍ଟର କ୍ଳୋପୋଭ୍ ପଷ୍ଟୋଭସ୍କିଙ୍କର ଏହି ଏକନିଶ୍ୱାସୀ ବକ୍ତବ୍ୟ ଶୁଣି ସ୍ତମ୍ଭୀଭୂତ ହୋଇପଡ଼ିଲେ। ହଠାତ୍ ଏ କ'ଣ ହେଲା ସେ ଭାବିପାରିଲେ ନାହିଁ। କେଉଁ